ଷ୍ଟିଭେନ ପୌଲ ଷ୍ଟିଭ ଜବ୍ସ ଜଣେ ଅମେରିକୀୟ କମ୍ପୁଟର ବିଜ୍ଞାନୀ। ସେ ଆପଲ କମ୍ପାନୀର ସହ ସ୍ଥାପକ ଓ ମୁଖ୍ୟ ଅଦ୍ଧକ୍ଷ ଅଦ୍ଧକ୍ଷ ନିୟଂତ୍ରକ ମଣ୍ଡଳିର ସଦସ୍ୟ ଥିଲେ। ସେ. ଉଦ୍ଭାବକ ଓ ମୁଖ୍ୟ ଅଧକ୍ଷ ମଧ୍ୟ ଥିଲେ। ସେ ଆଦିମ ଆବିଷକର୍ତା ଭାବେ ଜଣାଶୁଣା। ତାଙ୍କ ଦେହାନ୍ତ ପରେ ତାଙ୍କ ଜୀବନୀ ଲେଖକ ତାଙ୍କୁ ବର୍ଣ୍ଣନା କରି ଲେଖିଛନ୍ତି ଯେ ତାଙ୍କ ପରିବର୍ତନ ପାଇଁ ଆବେଗ ଏବଂ ଉତ୍ସାହ ତାଙ୍କୁ ଛଅଟି ବଡ କମ୍ପାନୀରେ ପରିବର୍ତନ ଆଣିବା ପାଇଁ ସହାୟକ ହୋଇଥିଲା। ସେ ଜନ୍ମରୁ ନିଜ ବାଲ୍ୟ ଜୀବନ ସାନ ଫ୍ରାନ୍ସସ୍କୋ ରେ ବିତାଇ ଥିଲେ। ସେ ତାଙ୍କ ସ୍କୁଲରେ ଉଚ୍ଚ ଶ୍ରେଣୀ ଛାତ୍ର ଥିଲେ। ସେ ମହାବିଦ୍ୟାଳୟ ଶିକ୍ଷା ଶେଷ କରି ଉଣେଇଶ ଶହ ବାସ୍ତରୀରେ ମହାବିଦ୍ୟାଳୟରୁ ବିଦାୟ ନେଇଥିଲେ। ଜବ୍ସ ଉଣେଇଶ ଶହ ଚଉସ୍ତରୀରେ ଭାରତ ପରିଭ୍ରମଣ କରି ବୋୖଦ୍ଧଧର୍ମ ବିଷୟରେ ଅଧିକା ଜାଣିବା ପାଇଁ ଆସିଥିଲେ। ଜବ୍ସ ସ୍ପିକର କମ୍ପାନୀ ସହ ମିଶି ଉଣେଇଶ ଶହ ଛୟାଅଶୀରେ ପ୍ରଥମ କମ୍ପୁଟର ଆନିମଟେଡ଼ ଫିଲ୍ମ ତିଆରି କରିଥିଲେଯାହା କି ଟଏ ଷ୍ଟୋରି ନାମରେ ପଟିଚିତ। ଉଣେଇଶ ଶହ ସତାନବେ ଆପଲ କମ୍ପାନୀ ନେକ୍ ନେକ୍ସଟ୍ କୁ କିଣି ଜବ୍ସଙ୍କୁ ଆଉ ଥରେ ଆପଲର ମୁଖ୍ୟ ଅଧକ୍ଷ କରିଥିଲେ,ଏହି ଆଶାରେ ଯ ଜବ୍ସ ତାଙ୍କ କମ୍ପାନୀକୁ ଆଉ ଥରେ ସର୍ବୋଚ୍ଚ ସ୍ଥାନରେ ଆଣି ପାରିବେ। ଜବ୍ସଙ୍କ ପୋଷ୍ୟ ପିତା ପୌଲ ରେଇନ ହୋଲ୍ଡ଼ ଜବ୍ସ ଏକ ଧାର୍ମିକ ଘରେ ଜନ୍ମ ନେଇଥିଲେ। ପୌଲ ରେଇନ ଜଣେ କୋହଳଯୁକ୍ତ ବ୍ୟକ୍ତି ଥିଲେ। ତାଙ୍କ ଏ ଫାର୍ମଘରେ ରୋହୁଥିଲେ। ପୌଲଙ୍କୁ ତାଙ୍କ ସ୍କୁଲରୁ ଟାଟୁ କରିବା ପାଇଁ ଏବଂ ଛଳନା ପୂର୍ଣ କାର୍ୟ୍ଯ ପାଇଁ ବିଦ୍ୟାଳୟରୁ ବହିଷ୍କାର କରିଦିଆ ଯାଇଥିଲା ଏବଂ ଉଣେଇଶ ଶହ ତିରିଶରେ ନିଜ ପାଇଁ କାମ ନିଯୁକ୍ତି ଖୋଜବା ପାଇଁ ସେ ବୋହୁ ବର୍ଷ ଧରି ଦେଶର ମଧ୍ୟ ଭାଗରେ ଭ୍ରମଣ କରିଥିଲେ। ଏହି ସମୟ ମଧ୍ୟରେ ସେ ତଟରକ୍ଷୀ ପଦବୀରେ ଯୋଗ ଦେଇଥିଲେ ଏବଂ ମୁଖ୍ୟ ଯନ୍ତ୍ରୀ ରୂପରେ ରହିଥିଲେ। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ପୌଲ ସେହି କାମ ଟିକୁ ଛାଡି ଦେଇଥିଲେ। ସେ ନିଜ ସ୍ତ୍ରୀ କ୍ଲୋୟାର ହୋଗଫିୱାଂଙ୍କୁ ପ୍ରଥମ ଥର ପାଇଁ ଦେଖା ହୋଇଥିଲେ ଏବଂ ଏହାର ଦଶ ଦିନ ପାଇଁ ତାଙ୍କ ବିବାହ ହୋଇଥିଲ। କ୍ଲୋରାଙ୍କ ଜନ୍ମ ଉଣେଇଶ ଶହ ଚବିଶରେ ହୋଇ ଥିଲା। ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ବିଶ୍ୱଯୁଦ୍ଧରେ ହୋଇଥିଲା ଏବଂ ପୌଲଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ଦୁହେଁ ସ୍ଥରୀକୃତ ହୋଇଥିଲେ। ପୌଲ ଏବଂ କ୍ଲୋୟାର ମିଶି ନିଜ ପରିବାରକୁ ଆଗକୁ ବଢାଇବା ପାଇଁ ପ୍ରୟୋଜନ କରିଥିଲେ କିନ୍ତୁ କ୍ଲୋୟାରଙ୍କ ରୋଗ ଯୋଗୁଁ ଦୁହେଁ ପୋଷ୍ୟ ସନ୍ତାନ କରିବା ପାଇଁ ବାଧ୍ୟ ହୋଇଥିଲେ। ଜବ୍ସଙ୍କ ପ୍ରକୃତ ପିତା ଜଣେ ମୁସଲିମ ଥୁଲେ। ଅବଦୁଲ ପତ୍ଥହ ଜନ ଜନ୍ଦାଲି ଜଣେ ମୁସଲିମ ପରିବାରରୁ ଥିଲେ। ଜନ୍ଦାଲି ଜଣେ ଧନୀ ପରିବାରର ସନ୍ତାନ। ସେ ବୋହୁତ ଜ୍ଞାନୀ ଥିଲେ। ତାଙ୍କ ପାଠପଢ଼ାରେ ବୋହୁତ ରୁଚି ଥିଲା। ସେ ପି. ଏଚ. ଡି କରିଥିଲେ। ସେହି ଉଚ୍ଚ ମହାବିଦ୍ୟାଳୟରେ ସେଯୋନେନ କେରୋଲ ସ୍କିବଲ ଙ୍କ ସହ ଦେଖା ହୋଇଥିଲେ। ଡାକ୍ତର ହିସାବରେ ଜନ୍ଦାଲି ସ୍କିବଲଙ୍କ ସାହା ସହାଯ୍ୟକାରୀ ଥିଲେ। ଜବ୍ସଙ୍କ ନିଜ ମାତା ସ୍କବଲ୍ ଉଣେଇଶ ଶହ ଚଉବନରେ ଗର୍ଭବତୀ ଥିଲେ। ସେ ଏବଂ ଜନ୍ଦାଲି ଗ୍ରୀଷ୍ମୠତୁ ନିଜ ପରିବାର ସହ ବିତାଇବା ପାଇଁ ହୋମ୍ସ ଯାଇଥିଲେ। ଜନ୍ଦାଲି ନିଜ ସ୍ତ୍ରୀଙ୍କୁ ବୋହୁତ ପ୍ରେମ କରୁଥିଲେ କିନ୍ତୁ ସ୍କେୱିବଲଙ୍କ ପିତା ଏହାର ବିରୋଧରେ ଥିଲେ। ତେଣୁ ସେ ବାଧ୍ୟ ହୋଇ ନିଜ ଶିଶୁକୁ ପୋଷ୍ୟ ଗ୍ରହଣ ପାଇଁ ଦେଇ ଦେଇଥିଲେ। ସେହି ସମୟରେ ସ୍କବଲଙ୍କ ପିତା ମୃତ୍ୟୁ ମୁଖରେ ଥିଲେ। ଏବଂ ସେହି ସମୟରେ ଉଭୟ ତେଇଶ ବର୍ଷର ଥିବାରୁ ଏହି ବାହାଘରକୁ ଏଡାଇ ଦେବା ପାଇଁ ସ୍ଥିର କରିଥିଲେ ଏବଂ ଗର୍ଭପାତ ଅବୌଧା